ତେଣୁ ଫିକ୍କରି ହସିଦେଇ ନେଇନେଲା। ମନେ ମନେ ଭାବିଲା ମୁଁ ଏତେ କାହିଁକି ସଜହେବି ମ! ନିଜର ଶାଢ଼ି ଆଉ ବ୍ଳାଉଜକୁ ଚାହିଁଲା। ଫିକା ସବୁଜ ରଙ୍ଗର ଶାଢ଼ି ଆଉ ଫିକା ଗୋଲାପୀ ରଙ୍ଗର ବ୍ଳାଉଜ୍। ଟିକେ ମଇଳା ହୋଇଯାଇଛି। ହଉ ମୁଣ୍ଡଟା? ଠିକ୍ ଅଛି। ମୁକୁଳା କେଶଗୁଡ଼ିକ ଟିକେ ସାଉଁଳି ଦେଇ ହାତରେ ମୋଡ଼ି ଖୋସା ପାରିଦେଲା। କଳା, କୁଙ୍କୁମ ତ ସକାଳେ ପିନ୍ଧିଥିଲି, ଥିବ ଯେ, ହାତରେ ପଟେ ପଟେ ବାଲା, କାନରେ ହାଲୁକା ଦୁଇଟି ଛୋଟ ଛୋଟ ପଥରବସା ଦୁଲ୍। ବେକରେ ଗୋଟିଏ ବଡ଼ ପେଣ୍ଡେଣ୍ଟ୍ ଦିଆ ସରୁ ହାର। ହାତ ମାରି ସବୁ ଦେଖିଲା। ତା'ପରେ କହିଲା ଠିକ୍ ଅଛି ବାହାରିଆସିଲା ବଗିଚାକୁ। ଦିନାନ୍ତର ଶେଷ ସୁନେଲି ଆଲୋକରେ ସୁନାଦେହ ତା'ର ଝଲ୍ମଲ୍ ହୋଇଉଠିଲା। ଯାହା କିଛି ଅଳଙ୍କାର ଦେହରେ ଥିଲା ସେଗୁଡ଼ିକ ତା'ର ଦେହ ବର୍ଣ୍ଣରେ ମିଶି ଏକାକାର ହୋଇଗଲା। ଅଳ୍ପ ଦୂରରୁ ବି ମନେହେବ ଯେମିତି ଦେହରେ ତା'ର କୌଣସି ଅଳଙ୍କାର ନାହିଁ। ମୁହଁରେ ବିଛିହୋଇ ରହିଚି ଛୋଟ ଛୋଟ କେଶଗୁଚ୍ଛ। କୁଙ୍କୁମର ଜ୍ୟୋତି ନାହିଁ। ମସୃଣ ଛୋଟ କପାଳରେ ଧରାଲିଭା କୁଙ୍କୁମ ବିନ୍ଦୁଟି ଦେଖାଯାଉଚି ଠିକ୍ ଅସ୍ତସୂର୍ଯ୍ୟପରି। ପରିପାଟୀ ହୀନ ସଜ୍ଜା ବି ତା' ରୂପକୁ କରିଚି ଅପରୂପ। ପିଣ୍ଡା ଉପରେ ଠିଆହୋଇ ବଗିଚାଆଡ଼କୁ ଚାହିଁଲା, ଦେଖିଲା ମଉସା ଆଉ ସୂର୍ଯ୍ୟକାନ୍ତ କ'ଣ କଥା ହେଉଚନ୍ତି। ଆଉ ଏପଟେ ଦୋଳିରେ ଟୁଲୁ ଏକା ଏକା ଖେଳୁଚି। ଦୌଡ଼ିଆସିଲା ମୌସୁମୀ ଟୁଲି ପାଖକୁ। ତାକୁ କିଛି ସମୟ ଝୁଲାଇବା ପରେ କହିଲା ଟୁଲୁ, ତୁ ଏଥର ଟିକେ ଓହ୍ଳା, ମୁଁ ଟିକେ ଝୁଲିବି। ଟୁଲୁ ଦୋଳିଟାକୁ ଆହୁରି ଜୋରରେ ଭିଡ଼ି ଧରି ବସି ରହି କହିଲା ମୁଁ ଉଠିବିନି। ତୁମେ ମୋତେ ଆଉ ଅଧଘଣ୍ଟେ ଝୁଲାଇଲେ, ତାପରେ ଉଠିବି। ମୌସୁମୀର ଧୈର୍ଯ୍ୟ ତୁଟିଛି। ଏଥର ନାକରେ କଥା କହିଲା ସିଏ ଅନୁରୋଧ ମିଶାଇ ଟୁଲୁଁ, ତତେଁ କେଁତେ ଝୁଲାଇଲି, ଆଁ ଉଁ ତୁଁ ଉଠିବୁଁନି। ପଛରେ ଠିଆ ହୋଇଥିଲେ ତନୁ ଆଉ ଅପରାଜିତା। ତାକୁ ଦେଖି ସେମାନେ ଜାଣିପାରିଥିଲେ ଏଇଟିହିଁ ତାଙ୍କର ଆକାଙ୍କ୍ଷିତା ଝିଅ। ଦିବ୍ୟେନ୍ଦୁ ଚାଲିଯାଇଥିଲେ କନକ ନାରାୟଣ ବସିଥିବା ସ୍ଥାନକୁ। ତନୁ ମୁଗ୍ଧ ଆଖିରେ ତା'ର ଭାବି ଭାଉଜକୁ ଦେଖୁଥିଲା। କହିଲା, ଟୁଲୁବାବୁ ତୁମେ ଟିକେ ଓହ୍ଳାଅ। ସେ ଟିକେ ବସନ୍ତୁ। ଦେଖୁନା, ସେ କାନ୍ଦି ପକାଇଲେଣି। ଟୁଲୁ ଧଡ଼ପଡ଼ ହୋଇ ଓହ୍ଳାଇପଡ଼ି ଏଙ୍କୁ ସବୁ ଦେଖି ହସି ପକାଇଲା। ତାପରେ କହିଲା ସତରେ ତନୁ ନାନୀ ଦେଖ, ମୌସୁମୀ ନାନୀ ଏଡ଼େବଡ଼ ହୋଇ କେମିତି କାନ୍ଦୁଛନ୍ତି। ତାଙ୍କୁ ଲାଜ ଲାଗୁନି। ମୌସୁମୀର ସୁନା ରଙ୍ଗ ମୁହଁରେ ଉକୁଟି ଉଠିଲା ପାଟଳି ଫୁଲର ବର୍ଣ୍ଣମାଧୁରୀ। ଜୁଇ ଫୁଲ ପରି ମୁଠା ମୁଠା ହସ ଝରିଆସିଲା ମୁହଁରୁ। ହଠାତ୍ କିପରି ବୋକା ବୋକା ଦେଖାଯାଉଥିଲା ତାକୁ। ହସିଲା ପରେ ମୁହଁର ରଙ୍ଗ ହେଲା ସ୍ୱାଭାବିକ। ଆଗରୁ ଭାଉଜ କହିଥିବା କଥା ମନେପଡ଼ିଗଲା। ମୁଣ୍ଡ ନୁଆଇଁ ଭଦ୍ରମହିଳାଙ୍କ ପାଦରେ ପ୍ରଣାମ କଲା। ଅପରାଜିତାଙ୍କ ଆଖିଦୁଇଟି ଢଳ ଢଳ ହୋଇଆସିଲା ଆନନ୍ଦାଶ୍ରୁରେ। ମୌସୁମୀକୁ ତଳୁ ଉଠାଇ ଛାତିରେ ଜାକିଲେ। ମନହେଲା ଉତ୍ଫୁଲ୍ଲ। କହିଲେ ଚାଲ୍ ଘର ଭିତରକୁ ଯିବା। ଅଳକା ଟୁଲୁ ପାଖକୁ ଖବର ପାଇ ଧାଇଁଆସିଲେ ବଗିଚାକୁ। ଗୋଟିଏ ହାତରେ ତନୁର ହାତ ଆଉ ଗୋଟିଏ ହାତରେ ଅପରାଜିତାଙ୍କ ହାତ ଧରି ଘରକୁ ନେଇଯିବାରୁ ବସିଲେ। ଆଖିପଡ଼ିଲା ମୌସୁମୀ ଉପରେ। ଅଲଗା ବେଶ, ମୁକୁଳା କେଶ ଦେଖି ଗମ୍ଭୀର ହୋଇଗଲେ। ମୌସୁମୀଙ୍କ ଭାଉଜଙ୍କ ମୁହଁ ଦେଖି ମନ ଜାଣିପାରିଲା। କ'ଣ କହିବାକୁ ଯାଉଥିଲା। ଏତିକିବେଳେ ତନୁ କହିଉଠିଲା ତୁମେ ବୋଉଙ୍କୁ ନେଇ ଘରକୁ ଯାଅ ନାନୀ, ଆମେ ଟିକେ ପରେ ଯାଉଛୁ। ଆସ ମୌସୁମୀ, ସେ କରବୀ ଗଛ ତଳେ ଯେଉଁ ସିମେଣ୍ଟ ବେଞ୍ଚ ଅଛି, ସେଠି ଟିକେ ବସିବା ଆମେ। ଚାଲିଗଲେ ଦୁହେଁ ସେଆଡ଼କୁ। ତନୁ ବୋହୁତ କଥା କହିଲା। ତାପରେ ମୌସୁମୀର ଗହଳିଆ ଲମ୍ବା କେଶଗୁଚ୍ଛଗୁଡ଼ିକ ହାତରେ ଖେଳାଉ ଖେଳାଉ କହିଲା ମୁଣ୍ଡ ବାନ୍ଧିନ କାହିଁକି? ଭାଉଜ ଏହିକ୍ଷଣି ସେଥିପାଇଁ ପରା ମୋ ଉପରେ ରାଗିଛନ୍ତି। ସେ ମୋତେ କହିଥିଲେ ଲୁଗାପଟା ବଦଳାଇ ମୁଣ୍ଡ ବାନ୍ଧିବାକୁ। ମୁଁ ଟୁଲୁ ପାଖକୁ ଆସି ତାରି ସହିତ ଟିକେ ଖେଳୁ ଖେଳୁ ସବୁ ଭୁଲିଗଲି। ତାପରେ, ତୁମେମାନେ ତା। ଘରର ଲୋକ। ତୁମ ପାଖରେ ତା ସାଜସଜ୍ଜା କରି ବାହାରିବାର କ'ଣ ଅଛି।